ସେ ସନିଆର ସବଳ ସୁସ୍ଥ ଅବୟବକୁ ଦେଖି ମନେମନେ ଭାବିଲା ଯେଉଁ ବାହୁରେ ପାହାଡ଼ ଭାଙ୍ଗିବାର କ୍ଷମତା ଭଗବାନ ଦେଇଛନ୍ତି ସେ ବାହୁରେ କ'ଣ ଚମ୍ପାର ଏଇ ସାମାନ୍ୟ ହାଡ଼ ମାଂସର ଦେହଟାକୁ ମୋଡ଼ି ଭିଡ଼ି ମକଚି ଦେବାର କ୍ଷମତା ଭଗବାନ ଦେଇନାହାନ୍ତି? ଯେ ଆଜି ପୁଞ୍ଜିପତିର ବେଦନା ବୁଝି ସାରାଦିନ ଅକ୍ଳାନ୍ତ ପରିଶ୍ରମ କରିବାକୁ ଶତନ୍ମୁଖ, ସେ ଚମ୍ପାର ହୃଦୟ ବେଦନା ବୁଝିବାକୁ ଏତେ ବିମୁଖ କାହିଁକି? ଯେ ଆଜି ଟାଟା କମ୍ପାନୀର କାରଖାନାକୁ ବଞ୍ଚାଇବାକୁ ସଚେଷ୍ଟ ସେ ଚମ୍ପାକୁ ବଞ୍ଚାଇବାକୁ ନିଶ୍ଚେଷ୍ଟ କାହିଁକି? ତା'ର ପ୍ରଶ୍ନ, ପ୍ରଶ୍ନ ହୋଇ ରହିଗଲା। ଭଗବାନ ମଧ୍ୟ ସେ ପ୍ରଶ୍ନର ଉତ୍ତର ଦେଇ ପାରିଲେ ନାହିଁ। ସେତେବେଳେ ଦ୍ୱାଦଶୀର ଚନ୍ଦ୍ର କଳାପାହାଡ଼ ଆରପଟୁ ଉଙ୍କିମାରି ହସିଦେଉଥିଲେ। ଏହି ରାଧୀଆଈ ଥିଲା କାରଖାନା ମାନେଜରଙ୍କ ହାତବାରିଶି। ସେ ନିଜର ବାକ୍ଚାତୁରୀଦ୍ୱାରା ଅନେକ ସଂସାରରେ ନିଆଁ ଲଗାଇ ଦେଇଥିଲା। ତା'ର ସୁନଜରରେ ଯେ ଥରେ ପଡ଼ିଯାଏ ତାହାର ଆଉ ନିସ୍ତାର ନାହିଁ। ରାଧୀଆଈର ସୁନଜରରେ ପଡ଼ିଥିଲା ଚମ୍ପା। ରାଧୀଆଈର ଆଖିକୁ ଚମ୍ପାର ଏତେ ରୂପ ମୋଟେ ସହ୍ୟ ହେଉନଥିଲା। ରାଧୀଆଈ ଜାଣିଥିଲା, ସୁନ୍ଦରୀ ସ୍ତ୍ରୀର ସୌନ୍ଦର୍ଯ୍ୟକୁ ଶତମୁଖରେ ପ୍ରଶଂସା କରି ତାରି ଆଗେ ଗାଇଗଲେ ସେ ନ କରିବା କଥା ମଧ୍ୟ କରିଥାଏ। ସେ ମନେମନେ ଠିକ୍ କରିଥିଲା ଯେ ଏହି ରୂପ ଲାବଣ୍ୟ ସମ୍ପର୍ଣ୍ଣା ସ୍ତ୍ରୀକୁ ଯଦି ମେନେଜର ସାହେବଙ୍କୁ ଭେଟି ଦେଇପାରିବ ସେ ମୋଟା ବକ୍ସିସ୍ ପାଇବ। ମେନେଜରଙ୍କର ବା କ'ଣ ଅଭାବ ରହିଛି ଯେ ସେ ରାଧୀଆଈର ହାତମୁଠାରେ ଦଶଟଙ୍କିଆ ନୋଟଟିଏ ଗୁଞ୍ଜିଦେଇ ପାରିବେ ନାହିଁ? ରାଧୀଆଈ ତାହାର ଦୁଷ୍ଟବୁଦ୍ଧି ଖଟାଇ ଚମ୍ପାର ମନବଗିଚାରେ ଅଶାନ୍ତିର ଯେଉଁ ବୀଜଟି ବପନ କରିଦେଇଥିଲା ତାହା କ୍ରମେ କ୍ରମେ ଅଙ୍କୁରିତ ହେବାକୁ ଲାଗିଲା। ସନିଆ ପ୍ରତି ଚମ୍ପାର ମନଭାବ କ୍ରମେ କ୍ରମେ ତିକ୍ତ ହୋଇଉଠିଲା। ଯେଉଁ ସନିଆକୁ ଦିନେ ହୃଦୟର ଦେବତା ଭାବି ସେ ମନେମନେ ପୂଜା କରୁଥିଲା, ସେହି ସନିଆ ସେହିଦିନ ପାଖରୁ ଚମ୍ପା ଆଖିରେ ହେଲା ଗୋଟିଏ ନରମାଂସ ଭୋଜି ରାକ୍ଷସ। ଚମ୍ପା ମନକୁ ମନ ଭାବିଲା ସେ ରାକ୍ଷାସ କବଳରୁ କିପରି ନିସ୍ତାର ପାଇବ? ବେଳକାଳ ଜାଣି ରାଧୀଆଈ କହିଲା, ''ଚମ୍ପା! ତୋର ଏଇ ତପ୍ତକାଞ୍ଚନ ରୂପ କେବଳ ବାବୁ, ଭାୟାକୁ ସାଜେ। ମୋତି ମାଳର ମୂଲ୍ୟ ମର୍କଟ କୁଆଡ଼ୁ ବୁଝିବ? ଗୋଟାଏ କଥା କହିବି ମାନିବୁ? '' ଚମ୍ପା କୌଣସି ଜବାବ୍ ଦେଲା ନାହିଁ। କେବଳ ଆଁ କରି ସବୁ ଶୁଣିଗଲା। ପୁଣି ରାଧୀଆଈ କହିଲା, ''କେବଳ ତୋର ମଙ୍ଗଳ ପାଇଁ କହୁଛି। ମୋର ସେଥିରେ ବା କଉଁ ପାଞ୍ଚ ପଚିଶ ଫଳିବ। ତୋ କଥା ସେଦିନ ମେନେଜରଙ୍କୁ କହିଥିଲି। କ'ଣ କହୁଛୁ? '' ଚମ୍ପା ଭୟରେ ଥରିଉଠିଲା। ସେ ମନେମନେ କହିଲା, ''ତେବେ କ'ଣ ସେ ରୂପ ବିକ୍ରୟକରି ଦୁନିଆରେ ବଞ୍ଚିରହିବ? ସାମାନ୍ୟ କେତୋଟି ମୁଦ୍ରା ବିନିମୟରେ ସେ ନିଜକୁ ବିକ୍ରୟ କରିଦେଇ ପାରିବ ନାହିଁ। ସ୍ୱାମୀ ତା'ର ମଦ୍ୟପ ହେଉ, ତାକୁ ଅବହେଳା କରୁ, ସେଥିରେ କ୍ଷତି ନାହିଁ। ସେ ସ୍ଵାମୀର ନିର୍ଯ୍ୟାତନା ସବୁ ହସି ହସି ସହ୍ୟ କରିଯିବ ମାତ୍ର ନିଜକୁ ସେ କୌଣସି ପ୍ରକାରେ ବିକ୍ରୟ କରିପାରିବ ନାହିଁ। ସେ ଯେ କୁଳର ବୋହୂ। '' ମନରେ ଯେତେବେଳେ ତିକ୍ତତା ଭରିଯାଏ ନାରୀ ସେତେବେଳେ କୁଳ, ଅକୁଳର ବାଛବିଚାର କରିପାରେ ନାହିଁ। ଯେ ତା'ର ମନଜାଣି ସେତେବେଳେ ଦୁଇପଦ କହିପାରିଲା ସେ ତା'ର ମନ ତାକୁ ବିକ୍ରୟ କରିଦିଏ। ଚମ୍ପାର ମଧ୍ୟ ହେଲା ସେହି ଅବସ୍ଥା। ତହିଁ ଆରଦିନ ସେ ସ୍ୱାମୀକୁ କହିଲା, ''ବସି ବସି ଖାଇଲେ ନଈବାଲି ମଧ୍ୟ ନିଅଣ୍ଟ। ମୁଁ ମଧ୍ୟ ଆଜିଠାରୁ କାମକୁ ଯିବି। '' ଚମ୍ପାର କଥା ଶୁଣି ସନିଆ ଆକାଶରୁ ତଳେ ଖସିପଡ଼ିଲା। ସେ କହିଲା, ''ଚମ୍ପା! ଯେଉଁ କଥା ଆମ ସାତ ପୁରୁଷରେ ନ ଥିଲା ତୁ ସେହି କଥା କଲେ କୁଳରେ। ଆମର କଳା ଲାଗିବ ନାହିଁକି-? '' ଚମ୍ପାର ଆଖିରେ ସେତେବେଳକୁ ଲାଗିଥାଏ ଶାଢ଼ି ଗହଣାର ରଙ୍ଗୀନ ନିଶା। ମୋଟା ରୋଜଗାର କରିବା ଲୋକ ହେଉଛନ୍ତି ମେନେଜର। ଚମ୍ପାର ଆଉ ଅଭାବ ରହିବ କ'ଣ? ଗୋଟାଏ ଖଟିଖିଆ ମୂଲିଆ ବାପୁଡ଼ା ମୁହଁକୁ ଅନାଇ ସେ କିଆଁ ପଡ଼ିରହିବ? ଚମ୍ପା ରାଧୀଆଈ ସାଙ୍ଗରେ ଚାଲିଗଲା କାମକୁ। ସନିଆ କେବଳ ଭାବୁଥାଏ ଚମ୍ପା କଥା-। ଯେଉଁ ଚମ୍ପା ପାଇଁ ସେ ନଖାଇ, ନପିଇ ଅକ୍ଳାନ୍ତ ପରିଶ୍ରମ କରି ପଥର ଭାଙ୍ଗି ନିତି ସଞ୍ଜକୁ ହସି ହସି ଘରକୁ ଫେରିଆସେ, ସେହି ଚମ୍ପା କ'ଣ ତା'ର ନୁହେଁ?